ଘରଗୁଡ଼ିକ କାଠରେ ତିଆରି। ଦୁଇ ତିନୋଟି ପରିବାର ମିଶି ଏକାଠି ରୁହନ୍ତି। ରୋଷେଇ ଘର, ପାଇଖାନା ସାଧାରଣ ଭାବରେ ବ୍ୟବହୃତ ହୋଇଥାଏ। ପ୍ରାୟ ସମସ୍ତେ ଗରିବ। ସବୁବେଳେ ଅଭାବ। କିନ୍ତୁ ସ୍ୱଭାବତଃ ସରଳ। ସଞ୍ଚୟ କରିବାର ଇଚ୍ଛା କାହାରି ନାହିଁ। ଯାହା ମିଳିଲା ବେପରୁଆ ଭାବରେ ଖାଅ, ପିନ୍ଧ। କିନ୍ତୁ ଏକାଠି ମିଳିମିଶି ଚଳୁଥିବା ହେତୁ ପରସ୍ପର ସାହାଯ୍ୟରେ ସମସ୍ତେ ଚଳିଯାଆନ୍ତି। ଟଙ୍କା ଧାରି ଦେଲେ କେହି ସୁଧ ଦାବୀ କରେନା। ଆଚାର ପଦ୍ଧତି ପ୍ରତି ଖାତିରି ନ ଥାଏ। କେତେ ଜଣ ନୈଷ୍ଠିକ ବୌଦ୍ଧଙ୍କଠି ଏହା ଥାଏ। ଅଧିକାଂଶ ନୂତନ ସଭ୍ୟତା, ନୂତନ ଭାବ, ନୂତନ ଆଚାର, ବ୍ୟବହାର ଗ୍ରହଣ କରି ନେଇଛନ୍ତି। କେତୋଟି କଥାରେ ପ୍ରାଚୀନତା ସେମିତି ରହିଛି। ଏମାନଙ୍କର ଉତ୍ତରାଧୀକାର ପ୍ରଥା ଆମ ହିନ୍ଦୁଙ୍କଠାରୁ ଭିନ୍ନ। ବାପର କନିଷ୍ଠ ସନ୍ତାନ ଜ୍ୟେଷ୍ଠ ସନ୍ତାନମାନଙ୍କ ଅପେକ୍ଷା ସମ୍ପତ୍ତି ଭାଗରୁ ଅଧିକ ପାଇଥାଏ। ଏହି ନିୟମ ଝିଅମାନଙ୍କ ପକ୍ଷରେ ମଧ୍ୟ ପ୍ରଯୁଜ୍ୟ। ପରେ ହୁଏତ ଦରକାର ପଡ଼ିଲେ ନା ବଦଳାଇ ଦିଆଯାଇପାରେ। ସବୁ ଭାଷାରେ, ସବୁ ନାମରେ କିଛି ନା କିଛି ଅର୍ଥ ଥିଲାପରି ସେମାନଙ୍କ ନାଁ ଗୁଡ଼ିକ ମଧ୍ୟ ଅର୍ଥବୋଧକ। ଆଙ୍ଗ୍, ଲାଇମୁଆଦି ଗୋଟିଏ ନାଆଁ। ଲାଇମୁମାନେ ଦେବୀ–ଆଙ୍ଗ ଅର୍ଥ ପ୍ରିୟତମ, ନିମା–ସୂର୍ଯ୍ୟ, ନର୍ବୋ–ମୁକ୍ତା, ନାମଗିୟାଲ–ବିଜୟୀ, ଦାଓୟା–ସୋମବାର, ପାସାଙ୍ଗ–ଶୁକ୍ରବାର, ପେମ୍ବା–ଶନିବାର; ମର୍ମୁ, ଶେରାୟ, ମେନ୍ଦଭା, ଥାନ୍ତୁକପା ଆଦି ଗୁଡ଼ିଏ ପଦବୀ। ଏମାନେ ମଙ୍ଗୋଲିଆନ୍ ଜାତିର ଏମକ ଉପଜାତି। ମଙ୍ଗୋଲିଆନ୍ଙ୍କ ପରି ଏମାନଙ୍କର ଛୋଟ ଛୋଟ ଦାଢ଼ୀ। କିଏ କିଏ ମାସ ମାସ କାଳ ଦାଢ଼ୀ କ୍ଷିଅର ନ ହୋଇ ସେମିତି ରହିଥାଆନ୍ତି। କଳା କଳା ବାଳ। କଳା କଳା ଆଖି। ଦେହର ଚମଡ଼ା ହଳଦିଆ ଓ ବାଦାମୀ ରଙ୍ଗର ମିଶାମିଶି। ସବୁଥିରେ ମଙ୍ଗୋଲିଆନ୍ ବୈଶିଷ୍ଟ୍ୟ, କିନ୍ତୁ ତିବ୍ବତୀୟ ଓ ଚୀନାମାନଙ୍କ ପରି ସମସ୍ତଙ୍କର ଚେହେରା ଏକରକମର ନୁହେଁ। ମୁଁ ଦେଖଚି ଅନେକ ଝିଅ କାଶ୍ମିରୀ ଝିଅଙ୍କଠାରୁ ବଳି ବେଶ ସୁନ୍ଦରୀ-ଦେହ ଗଠନ ବେଶ ସୁନ୍ଦର, ସୁଠାମ, ସୁଢ଼ଳ। ବେଶଭୂଷା ସବୁଥିରେ ଆଭିଜାତ୍ୟ। ନାକର ଗଢ଼ଣ, ଆଖିର ଆକାର ବିଭିନ୍ନ ପ୍ରକାରର। ଦେହ ଖୁବ୍ ଶକ୍ତି ସମର୍ଥ। ପିଠିରେ ଅଦମ୍ୟ ଶକ୍ତି। ବୋଝ ବୋହିବା ଏମାନଙ୍କର ଏକରକମ ମୁଖ୍ୟକାମ। ଝିଅ ପୁଅ ମିଳିମିଶି ପ୍ରାୟ ଅଧିକାଂଶ କାମ କରି ଥାଆନ୍ତି। ଝିଅମାନେ ସ୍ୱାଧୀନ। ନିଜ ପେଟ ପୋଷିବା ଲାଗି ନିଜେ କାମ କରିଥାଆନ୍ତି। ଘରେ ଏମାନେ ସର୍ବେସର୍ବା, ବିବାହ ବିଚ୍ଛେଦ ତଥା ଛାଡ଼ପତ୍ର ଚଳନ ଏଠି ମଧ୍ୟ ଅଛି। ତିବ୍ଦତରେ ଯେପରି ପୁରୁଷମାନେ ଏକାଧିକ ସ୍ତ୍ରୀ ରଖିପାରନ୍ତି, ସେର୍ପାମାନେ ମଧ୍ୟ ବହୁ ସ୍ତ୍ରୀ ରଖିଥାଆନ୍ତି। ସେଇଭଳି ଗୋଟିଏ ଝିଅ ଅନେକ ସ୍ୱାମୀ ମଧ୍ୟ କରିପାରେ। ଗୋଟିଏ ଝିଅକୁ ଦୁଇ ତିନି ଭାଇ ଏକାଠି ମିଶି ବିବାହ କରି ଘରକୁ ଆଣିପାରନ୍ତି। ଏକଥା ଶୁଣିଲାମାତ୍ରେ ମହାଭାରତର ପଞ୍ଚପାଣ୍ତବ ଓ ଦ୍ରୌପଦୀଙ୍କ କଥା ମନେ ପଡ଼ିଗଲା। ଏହି ଗୋଟିଏ କଥାରେ ମୁଁ ମହାଭାରତ। କାହାଣୀର ବାସ୍ତବତାକୁ ଉପନ୍ୟାସର ଏକ ଉଦ୍ଭାଟ କଳ୍ପନା ବୋଲି ଉଡ଼େଇ ଦେଉଥିଲି କିନ୍ତୁ ଏଠି ତ ତାହା ବାସ୍ତବ ଦେଖିଲି। ଘରର ସମ୍ପତ୍ତି ଯେପରି ଭାଗ ଭାଗ ନ ହୋଇଯାଏ, ସମସ୍ତ ଭାଇ ମିଳିମିଶି ଚଳି ପାରିବେ, ସେଥିଲାଗି ବୋଧହୁଏ ଏପରି ଏକ ପ୍ରଥା ରଖାଯାଇଛି। ସେରପା ଝିଅ ନେପାଳୀ ଝିଅଙ୍କ ଅପେକ୍ଷା ଅଧିକ ସୁନ୍ଦରୀ। ବଙ୍ଗାଳୀମାନେ ଏମାନଙ୍କୁ କହନ୍ତି ଭୁଟିଆ। ଦେହରେ ଗାଢ଼ ରଙ୍ଗର ଶାଢ଼ି ପଶମୀ 'ଏପ୍ରନ'। ସ୍ନିଗ୍ଧ କୋମଳ ଚମଡ଼ା ଲାଲ ଟକ ଟକ। ଗୁଡ଼ିଏ ସ୍ୱର୍ଣ୍ଣପୁଷ୍ପ କିମ୍ୱା ଜ୍ୟୋତିର୍ଲତା ଯାହା କିଛି ଦିଆଯାଇପାରେ। କିନ୍ତୁ ଅଭିନବ ଚେହେରା। ମନେ ହେଲା କିନ୍ମରୀ ଦେଶରେ ପହଞ୍ଚିଛି। ଆକାଶରୁ ରଙ୍ଗ ପାଇଛନ୍ତି ନୀଳାଭ ରକ୍ତଗୋଲାପରୁ ଧାର କରି ଆଣିଛନ୍ତି ଲାଲବର୍ଣ୍ଣ, ଶୈଳ ଉପତ୍ୟକାରୁ ମିଳିଚି ସବୁଜ ଶରୀରର ବେଶଭୂଷା, କାନ୍ତି ସବୁଥିରେ ଏହି ବର୍ଣ୍ଣର ପସରା। ଆଖି ଦୁଇଟିରେ କୃଷ୍ଣାଭା। ଏହି ବନ କିଶାଳୟ, ଲତାକୁଞ୍ଜ ପାଖେ ପାଖେ କିନ୍ନରୀଗୁଡ଼ିକୁ ଦେଖିଲେ ମନ ସ୍ୱତଃ ପ୍ରଫୁଲ୍ଲ ହୋଇଉଠେ। ଏକ ପାଖରେ ମାୟା କାନନ ଅଙ୍କା ହୋଇ ରହିଛି–ଚିତ୍ର ବୈଚିତ୍ର୍ୟ। ଉତ୍କ୍ଷିପ୍ତ ଶିକରକଣାର ଧୂମ୍ରଜାଲ ଭିତରେ ଛୁଟିଛି ହେମନ୍ତର ସୁରଭିଶ୍ୱାସ–ଉଚ୍ଛ୍ୱସିତ ହୋଇ ପଡ଼ିଚି ବନ କାନ୍ତାରର କୋଣେ କୋଣେ। ପ୍ରତି ବୃକ୍ଷ ଛାୟାରେ ତପୋବନର ଶାନ୍ତିଶ୍ରୀ: ପ୍ରତି ପ୍ରସ୍ତରର ଗୁଳ୍ମଜଡ଼ିତ ଦେହରେ ଅଲକ୍ଷ୍ୟ ମୁନିର ଅବୟବ; ପ୍ରତି ପାର୍ବତ୍ୟ ନିର୍ଝରଣୀର ଝନକ ଝନକ ନାଦରେ ବେଦମନ୍ତ୍ର ଧ୍ୱନି; ପ୍ରତି ରଙ୍ଗୀନ ପକ୍ଷୀର କଳସ୍ୱନରେ ଋଷିକନ୍ୟାର କାକଳୀ।